ଦୁନିଆରେ ତାର କେହି ନାହିଁ। ସେ ଚୁଡ଼ି ବିକି ପେଟ ପୋଷେ, ସନ୍ଧ୍ୟାରେ ଗଙ୍ଗା ସ୍ନାନ। ଭାତ ଆଣି ଖାଇ ବସିଲେ ସୌଦମିନୀ। ଖାଇସାରି ପାନଡ଼ାଲା ଆଣି ପାନ ଭାଙ୍ଗି ବସିଲେ। ଖଣ୍ଡେ ପାନ କଳରେ ଜାକି ବିଶ୍ରାମ କରିବାକୁ ସେ ଖଟ ଉପରକୁ ଗଲେ। କିନ୍ତୁ କି ଏକ ଅବ୍ୟକ୍ତ ଅସ୍ଵସ୍ତି ତାଙ୍କୁ ବିଶ୍ରାମ ଦେଇ ପାରିଲା ନାହିଁ। ସେ ବ୍ୟସ୍ତ ହୋଇ ସେ ଘରୁ ଏଘର ହୋଇ ବିକାଶ କୋଠରୀରେ ପଶିଲେ। କିଛି ସମୟ ଠିଆ ହୋଇ ବିକାଶ ଖଟ ଉପରକୁ ବିଶ୍ରାମ ନେବାର ଚେଷ୍ଟା କଲେ। ମାତ୍ର ନାଁ ଗୋଡ଼େଇ ଗୋଡ଼େଇ ସେହି ଅସ୍ଵସ୍ତି ତାଙ୍କ ପଛରେ ଧାଇଁଚି। କଣ ହେଲା? ଖୋଜିହେଲା ପରି ସେ ନିଜକୁ ପ୍ରଶ୍ନ କଲେ। କାହାଠୁ କଣ ବା ସେ ଛଡ଼େଇ ଆଣିଲେ? କାହାକୁ କଣ ବା ଦେଇ ଦେଲେ? କଣ ବା ତାଙ୍କର ହଜିଗଲା? ରହି ରହି ମନ ଭିତରେ କି ଏକ ବ୍ୟଥା, ଏମିତି ନିଦାରୁଣ ଦଂଶନ କରୁଚି କାହିଁକି? ଛୋଟ ଗୋଟିଏ ନିଆଁର ଝୁଲ, ଜ୍ଵଳନ୍ତ ଅଗ୍ନି ଉତ୍ପାତ ପରି ସେ କିଛି ଭସ୍ମ କରି ଦେଉ ନାହିଁ। ରହି ରହି ଖୁବ୍ ତୀକ୍ଷଣ, ଅଥଚ ଛଟପଟ କରାଉଛି। ସ୍ପଷ୍ଟ ଭାବରେ, ସେ ତାର ଦହନ କ୍ରିୟା ଆରମ୍ଭ କରି ଦେଇଚି। ଚେଙ୍ଗି ଦେଉଚି ଏ ଅସ୍ଥିରତା କାହିଁକି? ଏ ରୁଦ୍ଧ ବହନ ମଧ୍ୟ କେଉଁଥିପାଇଁ? ବିକାଶ ଖାଇଲାନି, ଏଇ କଣ ତାର ଏକ ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ କାରଣ? କେବଳ ଏଇଥିପାଇଁ ତାଙ୍କର ଏତେ ଗୋପନ ଅନ୍ତର୍ଦାହ? ଏହା ପଛରେ ଆହୁରି କିଛି ଯୋଡ଼ାଯୋଡ଼ି ଇତିହାସ ନାହିଁ? ମନା କଲେ ବି ଯେଉଁ ଇତିହାସ, ଏକ ବିରାଟ କ୍ୟୁ ପରି ତାଙ୍କର ମନର ଦୁଆରରେ ବିକ୍ଷୋଭ ପ୍ରଦର୍ଶନ କରି ବସିବ ତାଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ବାଢ଼ି ବସିବ, ସେ ସବୁ କିଛି ନାହିଁ? ବିକାଶ ଖାଇଲା ନି ବୋଲି ମନ ଖରାପ କରିବା ଅସ୍ୱାଭାବିକ ନୁହେଁ, ଅବାନ୍ତର ମଧ୍ୟ ନୁହେଁ। ମାଆ ସେ, ଜନ୍ମଦାତ୍ରୀ। ସେମିତି ବି ମନ ଦୁଃଖ କରନ୍ତି, ପ୍ରକାଶ, ପ୍ରଭାସ ନ ଖାଇଲେ, ରୀନା, ଲୀନା, ମଣ୍ଟୁ ନ ଖାଇଲେ। ମାତ୍ର ବିକାଶ ପ୍ରତି ମନସ୍ତାପ ଓ ଅନ୍ୟ ପିଲାଙ୍କ ପାଇଁ ମନସ୍ତାପରେ ପ୍ରଭେଦ ନାହିଁ? ଅନେକ ତଫାତ୍। ଏକଥା ସେ ଛାତିରେ ହାତ ଦେଇ କହିପାରିବେ। ସୌଦାମିନୀ ସେମିତି ଶୋଇ ରହି ଛାତର କଡ଼ି ଓ ବରଗାଗୁଡ଼ିକୁ ଚାହିଁ ରହିଥିଲେ। ମନ ଭିତରେ ଅଚାନକ ସେହି କ୍ଷୁଦ୍ର ଅଗ୍ନି କଣାର ବିପା ବିତ୍ପାତ ଆରମ୍ଭ ହେଲେ ଆଉ ସାରା ଦିନ ପରିତୃପ୍ତର ସଞ୍ଚା ପାଇବା ଦୁରାଶା ମାତ୍ର। ଏମିତି ନିର୍ଜନ ଅବକାଶ ଭିତରେ କେଜାଣି କାହିଁକି ସେହି ଲୀଳା ଆରମ୍ଭ ହୁଏ। ଯେଉଁ ଭାବନାଗୁଡ଼ିକୁ ଦୁର୍ଭାବନା ଆଖ୍ୟା ଦେଇ ସାରା ଦିନ ସେ ଦୂର ଦୂର ମାର ମାର କରି ଘଉଡ଼ାଇ ଘଉଡ଼ାଇ ରଖିଥାନ୍ତି ସେହି ଭାବନାଗୁଡ଼ିକୁ ସତେ ଯେମିତି ଖୋଜି ଖୋଜି ଏହି ନିର୍ଜନ ଅବକାଶ ଭିତରେ ମନ ଭିତରେ ସାଉଁଟି ରଖିବାକୁ ସେ ସୁଖ ପାଆନ୍ତି। ସୌଦାମିନୀ ସେମିତି ଶୂନ୍ୟ ଦୃଷ୍ଟିରେ ଛାତକୁ ଚାହିଁ ରହିଥିଲେ। ମାତ୍ର ତାଙ୍କର ପ୍ରକୃତ ଗଭୀର ଦୃଷ୍ଟି ଯେମିତି ତନ୍ନ ତନ୍ନ ହୋଇ ଘୁରୁଥିଲା। ତାଙ୍କ ମନର ବିଶାଳ ଉପତ୍ୟକାର ବାରବାର ମଥାପିଟୁ ଥିବା ସେହି ଉତ୍ଥାଳ ଜଳ ତରଙ୍ଗର ପ୍ରତି ରେଣୁ ରେଣୁରେ। ତାପରେ ଏକ ଉନ୍ମୋଚନ, ଅଧ୍ୟୟନ ଏବଂ ପରିଶେଷରେ ଆତ୍ମଜ୍ଵଳନ ସହ ଅଶ୍ରୁ ବିସର୍ଜନ ନିରୁପାୟ ଅସ୍ଥିରତା।ବିକାଶ ତାଙ୍କର ବଡ଼ ପୁଅ, ତାଙ୍କ ନାରୀ ଜୀବନର ପ୍ରଥମ ସ୍ୱପ୍ନ। ପ୍ରଥମ ପୁଲକ, ପ୍ରଥମ ସାର୍ଥକତା। ତାଙ୍କ କୋଳ ମଣ୍ଡନ କରି ସେ ତାଙ୍କୁ ଅନାସ୍ୱାଦିତ ମାତୃତ୍ଵ ପ୍ରଦାନ କରିଥିଲା। ଶିଶୁ ସନ୍ତାନର ମୁଖକୁ, ହସକୁ ଚାହିଁ, କେମିତି ଅଭିଭୂତ ହେବାକୁ ହୁଏ ସେ କଥା ପ୍ରଥମ ଶିଖାଇଥିଲା ବିକାଶ। ତେଣୁ ପ୍ରଥମ ସନ୍ତାନ ଭାବରେ ସେ ଅନ୍ତ ଚିପୁଡ଼ି ସମସ୍ତ ସୋହାଗ ରସକୁ ନିଃଶେଷି ନେଉଥିଲା। ସେ ବସିଲେ, ଉଠିଲେ, ଖେଳିଲେ, ସବୁବେଳେ ଛାଇପରି ରହୁଥିଲେ ମା । ବିକାଶର ହସରେ ସୂର୍ଯ୍ୟୋଦୟର ଦୃଶ୍ୟ ଦେଖନ୍ତି ସେ। ଚାହାଣିରେ ତାର ଫୁଟିଲା ପଦ୍ମର ଢଳଢ଼ଳ ଛବି ତାଙ୍କୁ ଆତ୍ମହରା କରାଏ। ସୌଦାମିନୀ ତନ୍ମୟ ହୁଅନ୍ତି। ଚୁମ୍ବନ ପରେ ଚୁମ୍ବନ ଦେଇ ବିକାଶ ଭିତରେ ନିଜକୁ ହରାଇ ବସନ୍ତି। ତାଙ୍କର ମନେ ହୁଏ ବିକାଶ ଭାରି ବିରାଟ, ଭାରି ବିଶାଳ।